ବିଶେଷଜ୍ଞଦ୍ୱୟ ଚେୟାରମ୍ୟାନଙ୍କ ମୁହକୁ ବଲବଲ ହୋଇ ଚାହିଁ ରହିଲେ। ସେ କହିଲେ, 'ଦେଖ, ତୁମମାନଙ୍କର ଯୁକ୍ତିର ପ୍ରଧାନ ପଏଣ୍ଟ ହେଉଛି ଲୁହା ଖଣିଠାରେ ଯଦି ଲୁହା କାରଖାନା ବସେ ତେବେ ଖଣିଜ ଲୁହାଟା ସୁବିଧାରେ ମିଳିଯିବ। କୋଇଲା ଏତେ ଦୂରରୁ ବୋହିବାକୁ ପଡ଼ିବ ଯାହା ଫଳରେ ଲୁହାର ଦାମ ବଢ଼ିଯିବ। ଅନ୍ୟ ଜଣଙ୍କ ଆଡ଼କୁ ଅନାଇ କହିଲେ, 'ତୁମେ କହୁଛ ଲୁହା କାରଖାନା ଯଦି କୋଇଲାଖଣିନିକଟରେ ବସେ ବହୁ ଦୂରରୁ ଲୁହା ବୋହି ଆଣିବାକୁ ପଡ଼ିବ ତେଣୁ ଲୁହା ଉତ୍ପାଦନ ଖର୍ଚ୍ଚ ବହୁତ ବଢ଼ିଯିବ। ମୁଁ କହୁଛି ଦୁଇଟି କାରଖାନା ଯଦି ଦୁଇଟି ଜାଗାରେ ବସେ ତେବେ କାହାରି ଲୁହା କି କୋଇଲା ବୋହିବା ଖର୍ଚ୍ଚ ପଡ଼ିବନି। ଫଳରେ ଉଭୟଙ୍କର ଉତ୍ପାଦନ ଖର୍ଚ୍ଚ ଢେର କମିଯିବ। ଏହା କେମିତି ହେବ ବୁଝିପାରୁଛ ? ଦେଖ ଯେଉଁ ଓ୍ୟାଗନ ଲୁହା ଖଣିଠାରୁ କୋଇଲାଖଣିନିକଟସ୍ଥ ଲୁହା କାରଖାନାକୁ ଖଣିଜ ଲୁହା ଆଣିବ ସେ ଖଣିଜ ଲୁହା ଢାଳି ଦେଇ ଖାଲି ଫେରିବା ପରିବର୍ତ୍ତରେ କୋଇଲା ନେଇ ଫେରିବ ଲୁହା ଖଣି ନିକଟସ୍ଥ ଲୁହା କାରଖାନା ପାଇଁ। ତେଣୁ ଲୁହା ଖଣିଠାରେ ଠାରେ ଥିବା କାରଖାନାରେ କୋଇଲା ବହନ ଖର୍ଚ୍ଚ ପଡ଼ିବ ନାହିଁ। ଠିକ୍ ସେହିପରି କୋଇଲା ଖଣି ପାଖରେ ଥିବା ଲୁହା କାରଖାନାର ଖଣିଜ ଲୁହା ବୋହିବା ଖର୍ଚ୍ଚ ପଡ଼ିବନି। ତେଣୁ ଦୁଇଟି ଯାଗାରୁ ଲୁହା ଖ କାରଖାନା ବସାଇଲେ ଲୁହା ଉତ୍ପାଦନ ଖର୍ଚ୍ଚ ଢେର କମିଯିବ, ନାହିଁ ? ଅଫିସର ଦୁହେଁ ବୁଝିଗଲେ। ବାସ୍ତବିକ୍ ଚେୟାରମ୍ୟାନଙ୍କ କଥା ଠିକ୍। ଅଯଥାରେ ସେମାନେ ଗତ ପନ୍ଦର ବର୍ଷ ହେଲା ନିଜ ନିଜ ମଧ୍ୟରେ କଳହ କରି ମ୍ୟୁନିସିପାଲିଟିର ଅପର୍ଯ୍ୟାପ୍ତ କ୍ଷତି ଘଟାଉଥିଲେ ସିନା, କିନ୍ତୁ କିଛି ଲାଭ ନାହିଁ। ଆଉ ଦିନକର ଘଟଣା କ୍ଳେରେନସ୍ ଆସି ଚେୟାରମେନ୍ଙ୍କ ଘରଠାରେ ପହଞ୍ଚିଛନ୍ତି କି ନାହିଁ, ଦେଖିଲେ ସହରର ଦୁଇଟି କଲେଜ କର୍ତ୍ତୁପକ୍ଷ ନିଜ ନିଜ ଭିତରେ କଳହ କରି ମୀମାଂସା ପାଇଁ ଚେୟାରମ୍ୟାନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ସହରର ନଦୀ ଉପରେ ଥିବା ପ୍ରଧାନ ରାସ୍ତା ଉପରେ ଗୋଟିଏ ପୋଲ ଅଛି। ସେ ପୋଲକୁ ଲାଗିଛି ଗୋଟିଏ ବଡ଼ ଇଞ୍ଜିନିୟରିଂ କଲେଜ ଅତି ବିଖ୍ୟାତ କଲେଜ। ଦେଶର ବହୁ ବଡ଼ ବଡ଼ ଇଂଜିନିଅର ସେ ଅନୁଷ୍ଠାନରୁ ପାଶ କରି ଖ୍ୟାତି ଅର୍ଜ୍ଜନ କରିଛନ୍ତି। ଇଞ୍ଜିନିୟରିଂ କଲେଜଠାରୁ ଦୁଇ ମାଇଲ ଦୂରରେ ଗୋଟିଏ ସାଧାରଣ କଲେଜ। କଲେଜଟି ଇଂଜିନିଅରିଂ କଲେଜଠାରୁ ଢେର ପୁରୁଣା। କାରଣ ଏହା ପ୍ରଧାନ ରାସ୍ତାରେ ସେତେବେଳେ ଥିଲା ଏହା କଲେଜଟି ପ୍ରଧାନ। ଏହାର ବହୁଦିନ ପରେ ପୋଲଟିନିକଟରେ ଗଢ଼ି ଉଠିଲା ଇଂଜିନିଅରିଂ କଲେଜ କିନ୍ତୁ ସାଧାରଣ କଲେଜ କର୍ତ୍ତୃପକ୍ଷମାନେ ଏହାର ନାମକୁ ବଦଳାଇବା ପାଇଁ ନାରାଜ। ଗତ ଦଶବର୍ଷ ହେଲା ଏହି କଳହ ଲାଗି ରହିଛି; କିନ୍ତୁ ମୀମାଂସା ହେବାକୁ ନାହିଁ। ଉଭୟ ପକ୍ଷେ ସମାନ ଯୁକ୍ତି, କାହାର କଥା ରହିବ। ବଡ଼ ଅଡ଼ୁଆରେ ପଡ଼ିଲେ ଚେୟାରମେନ। ସେଦିନ ସେମାନଙ୍କୁ ବିଦାୟ ଦେଇ ସେ ମନେ ମନେ ଭାବିଲେ କ'ଣ କରିବେ। ଏଣେ କାଉନସିଲରମାନଙ୍କର ମତ ଯେ ପୁରୁଣା ନାମକୁ ବଦଳାଇଲେ ନାନା ଅସୁବିଧା ହେବ ତେଣେ ଇଂଜିନିଅରିଂ କଲେଜ କର୍ତ୍ତୃପକ୍ଷ ନ ଛୋଡ଼ ବନ୍ଦା କେମିତି ଉଭୟଙ୍କର କଥା ରହିବ ସେ ଦିନେ ଚିନ୍ତା କରୁ କରୁ ତାଙ୍କ ମୁଣ୍ଡକୁ ଏକ ବୁଦ୍ଧି ପଶିଲା। ସଙ୍ଗେ ସଙ୍ଗେ ଇଂଜିନିଅରିଂ କଲେଜ କର୍ତ୍ତୃପକ୍ଷଙ୍କୁ ଡାକି କହିଲେ, ଦେଖ, ପୋଲର ନାମ ବଦଳାଇବା ପାଇଁ ତୁମମାନଙ୍କର ମତ ବେଶ ଯୁକ୍ତି ଯୁକ୍ତ। ମୋର ଇଚ୍ଛା ସେହି ଅନୁସାରେ ନାମକୁ ବଦଳାଇବା ପାଇଁ। କିନ୍ତୁ ତୁମ୍ଭମାନଙ୍କର ଇଂଜିନିଅରିଂ କଲେଜ ଯେଉଁ ସୁଖ୍ୟାତ ଅଛି ଏହି ପୁରୁଣା କାଳିଆ ଢଙ୍ଗରେ ତିଆରି ପୋଲଟିର ନାମକୁ ତୁମ କଲେଜ ନାମ ଅନୁସାରେ |